ଏମିତି ଥକ୍କା ହୋଇ ଚାହିଁଚ ଯେ ସେଥିରେ ଆଉ ପଲକ ପଡ଼ୁନାହିଁ। ମୋ ଆଖିରେ ଆଖି ପଡ଼ିବା ମାତ୍ରେ ତମେ ଦୃଷ୍ଟି ଫେରାଇ ନେଇଚ, କିନ୍ତୁ ତମେ କ'ଣ ଜାଣିବ, ତମର ସେହି ଅସଂଖ୍ୟ ଗୋପନ ଚାହାଣି କେତେବେଳେ ଫୁଲମାଳ ହୋଇ ମୋ ମନ ମଞ୍ଚ ଣ୍ଡନ କରିଚି, କେତେବେଳେ ତୀକ୍ଷ୍ଣ ତୀର ମତେ ବିକ୍ଷତ କରିଚି। ତମେ କବି। ଶହ ଶହ କବିତା ଲେଖି ତମେ ପତ୍ରିକାରେ ଛପାଇଚ। ଜଗତ ଜାଣିଚି, ପଢ଼ିଚି, କିନ୍ତୁ କେତେ କବିତା ଲେଖିଛି ମୁଁ ମନେ ମନେ। କେତେ ଚିଠି ଲେଖିଚି ମୁଁ ଖାଲି ମନେ ମନେ। କେତେ ଆହ୍ଵାନ ଦେଇଚି ସହି ମନେ ମନେ। କେତେଥର କହିଚି ହେମଭାଇ, ତମେ ଆସି ଏ ଅବଗୁଣ୍ଠନ ଖୋଲିଦିଅ! ନିଜକୁ ଆଉ ଯେ ମୁଁ ବନ୍ଦୀ କରି ରଖି ପାରୁନାହିଁ। ତମେ ଭୀରୁ! ଦୁର୍ବଳ! କାପୁରୁଷ! ତମେ କେବେ ଇସାରା ଦେଇନାହଁ। ତମେ କେବେ ମୁହଁ ଖୋଲି କହିନାହଁ, "ଜୟା, ମୁଁ ହାତ ବଢ଼ାଇଚି, ଆସ, ଚାଲିଆସ।" ହେମ ଭାଇ, ପ୍ରେମ କ'ଣ ଏତେ ମୂକ? ନାରୀସୁଲଭ ଲଜ୍ଜା ଓ ଅଭିମାନରେ, ଅବ୍ୟକ୍ତ ବେଦନାର ଅଶ୍ରୁରେ ଭାଙ୍ଗି ପଡ଼ି ମୁଁ ଦୀର୍ଘଶ୍ଵାସ ଛାଡ଼ିକି। କୋଟିଏ ହୃଦୟର ବ୍ୟଥା ବେଦନା ନେଇ ଯିଏ ଲେଖୁଚି, ଗୋଟିଏ ଝିଅର ମନ ତା' ପାଖରେ ରହି ଯାଉଚି ଏତେ ଅବୋଧ୍ୟ? ମୁଁ ଅଭିମାନ କରିଛି; କିନ୍ତୁ ଏ ମନକୁ ମାରି ପାରୁନାହିଁ। ପୁରାଣ ଓ ଉପନ୍ୟାସର ଶହ ଶହ ଦୃଷ୍ଟାନ୍ତ ମୋର ମନ ବିଶ୍ୱାସକୁ ଦୃଢ଼ କରିଚି। ମୋର ପ୍ରଗାଢ଼ ବିଶ୍ଵାସ ହୋଇଚି ଯଦି ମୋର ପ୍ରେମ ଦୃଢ଼ ଥିବ, ସେ ଅବଶ୍ୟ ତୁମ ମୁଖରେ ଭାଷା ଫଟେଇବ। ବର୍ଷ ପରେ ବର୍ଷ ବିତିଗଲା। ଏ କେତେ ବର୍ଷ? ଜାଣିଚ ତମେ? ମୁଁ ଜାଣିଛି। ତମେ ତମର ଭୀରୁତା କାଟି ପାରିନାହିଁ। ମୁଁ ମୋର ନାରୀସୁଲଭ ଲଜ୍ଜା ଛାଡ଼ି ପାରିନାହିଁ। ତମର ସେହି ଚାହାଣି ମୋର ହୋଇଛି ଏତିକ ଦୂର୍ବୋଧ୍ୟ। କାଲି ରାତି? ହଁ, କାଲି ରାତି, କିଏ ଜାଣିଥିଲା, ସେହି ରାତ୍ରିରେ ମୋର ଆକାଶ ଝଲସାଇ ସୂର୍ଯ୍ୟ ଆସିବ। ଆଠଦିନ ହେବ ଭାଇ ଚାଲି ଯାଇଥିଲେ କଲିକତା। ସନ୍ଧ୍ୟାରେ ବାପା ଓ ବୋଉ ଚାଲିଗଲେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ। ଏତେ ବଡ଼ ନିର୍ଜନ ଉପରେ ମହଲାରେ କେବଳ ତମେ ଓ ମୁଁ। ପଢ଼ା ଘରେ ମୁଁ ବହି ଖୋଲି ବସି ରହିଲି। ଆଉ ତମେ ତମ ଠିକ୍ ମୋ ପଢ଼ା ଘର ସାମ୍ନାରେ ଆସି ବସିଲ। ବର୍ଷା ଧୂଆ ରାତିରେ, ଜହ୍ନ ଆଲୁଅ ଅଭଗୁଣ୍ଡା ପରି ସର୍ବତ୍ର ବୁଣି ଯାଇଥିଲା। ତମ ମୁହଁରେ ସେ ଅଭ୍ର ଲାଗି ଚିକ୍ ଚିକ୍ କରୁଥିଲା। ବହି ଆଢ଼ୁଆଳରୁ ମୁଁ ତମକୁ ବାରମ୍ବାର ଦେଖିଥିଲି। ପଢ଼ି ତ ପାରିଲି ନାହିଁ ମୋଟେ। ଅବଶେଷରେ ଯାଇ ତମ ପାଖରେ ଠିଆ ହେଲି। କେତେବେଳକେ ତମେ କହିଲ, "ବସ!" ବସିଲି ତମ ପାଖରେ, ଅଳ୍ପ ଦୂରତ୍ଵ ରଖି। କେତେକ ମାମୁଲି କଥାବାର୍ତ୍ତା ପରେ ତମେ କହିଲ, "ବସନ୍ତ କାହିଁକି କଲିକତା ଯାଇଚି ତମେ ଜାଣ?" ଭାଇ କାହିଁକି କଲିକତା ଯାଇଛନ୍ତି ସେ କଥା ତ ମୁଁ ଜାଣି ନ ଥିଲି। ତମେ ପୁଣି କହିଲ "ସେ ଯାଇଚି ତମ ପାଇଁ ପାତ୍ର ଦେଖି!" କ'ଣ? ଛାତିରୁ ମୋର ନିଆଁ ଖସିପଡ଼ିଲା। ମୁଁ ତମ ପାଖକୁ ଘୁଞ୍ଚି ଆସି କହିଲି, "ସତ?" ତମେ ଅଳ୍ପ ହସିଲ। କହିଲ, "ହଁ, ସତ, ସେ ପିଲାଟି କଲିକତାରେ ସର୍ଭିସ କରେ। ଖୁବ୍ ଧନୀ। ପାତ୍ର ପସନ୍ଦ ହେଲେ ଏ ଭିତରେ ତମର ବିବାହ ହେବ।" ସତେ କି ମୁଁ ଆକାଶରୁ ଖସି ପଡ଼ିଲି। ମୋ ପାଟିରୁ କଥା ବାହାରିଲା ନାହିଁ। ମୋ ଅଜାଣତରେ ଏତେ କଥା ଘଟି ଯାଇଚି? ଭାବୁ ଭାବୁ ମତେ ସବୁଆଡ଼େ ଅନ୍ଧାର ଦିଶିଲା, ଅଚାନକ ଏତେ ବଡ଼ ଆଘାତ ପାଇଁ ମୁଁ ତ ଜମା ପ୍ରସ୍ତୁତ ନ ଥିଲି! ତେବେ, ତେବେ ସେହି ଶୁଭ୍ର ମାର୍ବଲରେ ମୂର୍ତ୍ତିକୁ ମୁଁ ଆଉ କେଉଁଠି ଥୋଇବି ହେମଭାଇ? ମୋ ଆଖିରେ ଅଶ୍ରୁ ଫାଟି ପଡ଼ିଲା ଦୁଇ ହାତରେ ମୁହଁ ଗୁଞ୍ଜି ମୁଁ କାନ୍ଦି ଉଠିଲି। ତମେ ମୋ ପାଖକୁ ଘୁଞ୍ଚି ଆସିଲ, କହିଲ, "ଜୟା, ତମର କ'ଣ ଏ ବିବାହରେ ଇଚ୍ଛା ନାହିଁ?" "ନା ନା ନା!" ମୁଁ ଜୋରରେ, ଉତ୍ତେଜନାରେ ଥରି ଥରି ଉଠିଥିଲି।